କାରଖାନା ମାଲିକର ଥନ୍ତଲ ପେଟପରି ଓହଳା ଆକାଶର ଗାମ୍ଭୀର୍ଯ୍ୟ ଅନେକ ପରିମାଣରେ ମନ୍ଥର କରିଛି ସହରର ଜୀବନ ଯାତ୍ରାକୁ। ଏଇ କେତେଦିନ ଭୀଷଣ ଗରମ ପଡ଼ୁଥିବାରୁ ଲୋକେ ରାତିରେ ଶୋଇପାରୁ ନାହାଁନ୍ତି-ତେଣୁ ଉଠ ଉଠ ସାଧାରଣତଃ ଡେରି ହୋଇଯାଉଛି। ସାମାନ୍ୟ ଡେରିରେ ଆଖି ମଳି ମଳି ନିଦରୁ ଉଠିଲା ଚନ୍ଦ୍ରାବତୀ। ମନଭିତରେ ସଂଖ୍ୟାଧିକ ଚିନ୍ତାର ସ୍ରୋତ। କ'ଣ କରିବ ସେ। ଆଜି ପ୍ରାଣପ୍ରିୟ ହେମକାନ୍ତର ଦାୟିତ୍ୱପୂର୍ଣ୍ଣ ଜନ୍ମବାର୍ଷିକୀ। ଏଥିପାଇଁ ସମସ୍ତ ଭାର ନିଜ ଉପରେ। ଅନ୍ୟଆଡ଼େ ପୁଣି ଲୁଗାକଳର ବାର୍ଷିକୋତ୍ସବ, ମ୍ୟାନେଜର ସୁଖଡ଼ିଆଙ୍କର ଅନୁରୋଧ। କୌଣସି ଚନ୍ଦ୍ରାବତୀ ନିକଟରେ କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗୋଟିଏ ଅନୁରୋଧ ମମତା ପାଇଁ.. ଆଉ ଗୋଟିଏ ଅନୁରୋଧ ଜୀବନ ପାଇଁ। ଚନ୍ଦ୍ରାବତୀର ଉଭୟଟା ଦରକାର। କ'ଣ କରିବ ସେ..? ଚିନ୍ତାରେ ବାଧା ଦେଇ ସକାଳର ବିଛଣାରୁ ଉଠିଲେ ମାଖନ୍ ଚୌଧୁରୀ। ମୁହଁ ଧୋଉ ଧୋଉ କହିଲେ-''ସହଳ ସହଳ ଗଣ୍ଡିଏ ଫୁଟାଇ ଦେ ମା! ନଚେତ୍ ଡାକରା ଆସିଲେ ମୁଠିଏ ଖାଇ ମଧ୍ୟ ହେବନି। '' ମାଖନ୍ ଚୌଧୁରୀଙ୍କ କଥାରେ ବାଧାଦେଇ ଅନେକ କିଛି କହିଯିବାକୁ ବସିଥିଲା ଚନ୍ଦ୍ରାବତୀ-କିନ୍ତୁ ପାଟି ନେଉଟିଲା ନି ମନର କଥା ମନରେ ଭଉଁରୀ ଖେଳି ଚୁପ୍ରହିଲା। ଚନ୍ଦ୍ରାବତୀ ଭାବିଥିଲା କହିବ-ଆଜି ହେମକାନ୍ତ ବାବୁଙ୍କର ଜନ୍ମୋତ୍ସବ ବାପା! ମୁଁ କାରଖାନାର ନିମନ୍ତ୍ରଣ ରକ୍ଷା କରି ପାରିବନି। କିନ୍ତୁ ଜୀବନଲୋଭୀ ବାଳିକା ଚନ୍ଦ୍ରାବତୀର ଜୀବନ ପ୍ରତି ଯେଉଁ ମୋହ, ସେ ମୋହ-ଏ କଥା କହିବାକୁ ସାହସ ବା ସ୍ୱାଧୀନତା ଦେଇ ପାରି ନ ଥିଲା। ଚନ୍ଦ୍ରାବତୀର ମନ କଥା ମନରେ ରହିଲା। କେବଳ ରୋଷେଇ ଘର ଭିତରକୁ ପଶି ଯାଉ ଯାଉ ସେ ମନେ ମନେ କହିଲା-ଡାକରାର ଜବାବ ଦିଅ। ସେହି ହିଁ ଜୀବନର ଚରମ ସଫଳତା। ଚନ୍ଦ୍ରାବତୀର ମନ କଥା ବୁଝିପାରି ନ ଥିଲେ ମାଖନ୍ବାବୁ। ସେକେଣ୍ଡ, ମିନିଟ୍, ଘଣ୍ଟା ସହିତ ସମୟ ଆଗେଇଲା। ଆଜି ଆଉ ସବୁଦିନ ପରି ଚନ୍ଦ୍ରାବତୀର ପ୍ରାଣରେ ଚାଞ୍ଚଲ୍ୟ ନାହିଁ। ମନରେ ତରଙ୍ଗର ସୂଚନା ନାହିଁ। କେବଳ ସ୍ଥିର ଅବଚେତନ ମନରେ ଚନ୍ଦ୍ରାବତୀ ଅନୁଭବ କରୁଥିଲା ନିଜର ସତ୍ତାହୀନ ସ୍ଥିତିକୁ। ଦୀର୍ଘ ନିଃଶ୍ୱାସ ପକାଇ ବୋକା ଭଳି ଉପରକୁ ଚାହିଁ ରହୁଥିଲା ଚନ୍ଦ୍ରାବତୀ। ଦିନ ଏଗାରଟା ଦରିଦ୍ର ମାଖନ୍ଚୌଧୁରୀଙ୍କ ଦ୍ୱାରା ମୁହଁରେ ଆମ୍ବାସଡ଼ର କାର୍ର ହର୍ଣ୍ଣ ବାଜିଲା। ଚମକି ଉଠିଲା ଚନ୍ଦ୍ରାବତୀ। ଆଉ ଡେରି କରି ହେବ ନାହିଁ, ଯିବାକୁ ହେବ। କାରାଖାନାର ପୁଙ୍ଗା ସହିତ ତାଳ ଦେଇ ନିଜକୁ ସମର୍ପି ଦେବାକୁ ହେବ ମ୍ୟାନେଜର ସୁଖାଡ଼ିଆଙ୍କ କ୍ଷମତା ନିକଟରେ। ପ୍ରସ୍ତୁତ ହେଲା ଚନ୍ଦ୍ରାବତୀ ରୂପବତୀ। ଚନ୍ଦ୍ରାବତୀକୁ ଧରି ଛୁଟିଚାଲିଲା ଆମ୍ବାସଡ଼ର କାର୍। ଏ କାର୍ଭିତରେ ଆଜି ନୂଆକରି ଚନ୍ଦ୍ରାବତୀ ବସୁନାହିଁ। ଅନେକ ଥର ବସିଛି ସେ। ଚନ୍ଦ୍ରାବତୀ ପରି ଆହୁରି ଅନେକ ଝିଅ ଯେ ଏ କାର ଦେହରେ ବସି ନ ଥିବେ ତା ନୁହେଁ। କିନ୍ତୁ ଏ କାର୍..। କାହାରି ସ୍ମୃତିକୁ ବାନ୍ଧି ରଖିନାହିଁ। କାହାରି ପଦଚିହ୍ନ ରଖିନାହିଁ। ସବୁ ଭୁଲିଛି, ଠିକ୍ ଚନ୍ଦ୍ରାବତୀକୁ ଭୁଲି ଯାଇଥିବା ଭଳି। ମାତ୍ର ଅଳ୍ପ ସମୟ ମଧ୍ୟରେ କାର୍ଟି ଯାଇ ପହଞ୍ଚିଲା କାରଖାନାର ଦ୍ୱାର ଦେଶରେ। ମ୍ୟାନେଜର ସୁଖାଡ଼ିଆ ତରବରରେ ବାହାରକୁ ବାହାରି ଆସି କହିଲେ-''ହ୍ୟାଲୋ ମିସ୍ ଚନ୍ଦ୍ରାବତୀ-! ତୁମକୁ ଅପେକ୍ଷା କରି ହିଁ ମୁଁ ଏତେବେଳଯାଏ ଏଠାରେ ଥିଲି। ମୋର ବିଶ୍ୱାସ ଥିଲା ତୁମେ ନିଶ୍ଚୟ ଆସିବ। ଅନ୍ତତ୍ କାରଖାନାର ଆର୍ଥିକ ଉନ୍ନତି ପାଇଁ ମାନ ମର୍ଯ୍ୟାଦାର ବୃଦ୍ଧି ପାଇଁ ତୁମପରି ବୁଦ୍ଧିମତୀ ବାଳିକା ହିଁ ଲୋଡ଼ା। '' ପ୍ରତି ଉତ୍ତର ଦେଇପାରୁ ନ ଥିଲା ଚନ୍ଦ୍ରାବତୀ ଅନ୍ତରର ଅନ୍ତିମ ବେଦନା କେବଳ ଚିତ୍କାର ସୃଷ୍ଟି କରୁଥିଲା ଛାତି ଭିତରେ। ଚନ୍ଦ୍ରାବତୀ ଇଚ୍ଛା କରୁଥିଲା-ସେହି ମୁହୂର୍ତ୍ତରେ ସେ ସୁଖଡ଼ିଆଙ୍କ ପରି ମ୍ୟାନେଜରଙ୍କୁ ହତ୍ୟା କରନ୍ତା। ପୁଣି ପରମୁହୂର୍ତ୍ତରେ ନିଜକୁ ନିଜେ ସଂଯତ କରୁଥିଲା ଚନ୍ଦ୍ରାବତୀ। ଲଜ୍ଜିତ ହେଉଥିଲା ନିଜର ସନ୍ନାସୀ ଚିନ୍ତାପାଇଁ। ଅଭ୍ୟର୍ଥନା ଗୃହ ମଧ୍ୟକୁ ଚନ୍ଦ୍ରାବତୀକୁ ନେଇଯାଇ ସୁଖାଡ଼ିଆ ଅନ୍ୟ କାମରେ ବାହାରିଗଲେ। କୌଣସି କଥା କହିବାକୁ ସୁବିଧା ପାଇ ନ ଥିଲା ଚନ୍ଦ୍ରାବତୀ। କେବଳ ମନ କଥା ମନରେ ମାରି ସେ ଲାଗିଗଲା ନିଜ କାମରେ- ଏଣେ ଅସ୍ଥିର ହେବାର ଲାଗିଛି ହେମକାନ୍ତ। ସମୟ ଗଡ଼ିଲା, ତଥାପି ଚନ୍ଦ୍ରାବତୀର ଦେଖାନାହିଁ। ତେବେ କ'ଣ ଆସିବନି ସେ? ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଛି, ଠିକ୍ ସମୟରେ ଆସିବେ ସେମାନେ।